ଅସିନ ଥେଟୁ ଅସିନ ଥୋଟ୍ଟୁମକଳ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ପ୍ରଶିକ୍ଷିତ ଭାରତନାଟ୍ୟମ ନର୍ତ୍ତକୀ। ସେ ତିନୋଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି। ଆସୀନ ତାଙ୍କ ଅଭିନୟ ଜୀବନଦକ୍ଷିଣ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲେ ଏବଂ ପରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିଥିଲେ। ସେ ଆଠଟି ଭାଷା କହିପାରନ୍ତି। ତେଣୁ ସେ ତାଙ୍କ ନିଜ ଚଳଚ୍ଚିତ୍ର ନିଜ କଣ୍ଠରେ ଡବିଂ କରିଥାନ୍ତି। ପଦ୍ମିନୀଙ୍କୁ ଛାଡ଼ିଲା ପରେ ସେ ହେଉଛନ୍ତି ଏକମାତ୍ର ମଲାୟଲମ ଅଭିନେତ୍ରୀ ଯିଏକି ତାଙ୍କର ସମସ୍ତ ଚଳଚ୍ଚିତ୍ର ପାଇଁ ନିଜେ ହିଁ କଣ୍ଠଦାନ କରିଛନ୍ତି। ଦୁଇ ହଜାର ସାତରେ ଏକ ସଂସ୍ଥା ଅସିନଙ୍କୁ କଲିଉଡ଼ର ରାଣୀ ଦର୍ଶାଇଥିଲା। ଶହେ କୋଟି ଆୟ କରିଥିବା ହିନ୍ଦୀ କଥାଚିତ୍ରରେ ସେ ମଧ୍ୟ ଅଭିନୟ କରିଛନ୍ତି। ଦୁଇ ହଜାର ଏକରେ ଅସିନ ମାଲାୟଲମ ଚଳଚ୍ଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ। ସତ୍ୟନଙ୍କ ସହ ଅଭିନୀତ ଏହି ଚଳଚ୍ଚିତ୍ରଟି ଅନେକ ସଫଳତା ପାଇଥିଲା। ଏହାପରେ ଦୁଇ ହଜାର ତିନିରେ ଅସିନ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ଅସିନଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା। ଦୁଇ ହଜାର ଚାରିରେ ଅସିନ ତାମିଲ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ। ଦୁଇ ହଜାର ପାଞ୍ଚରେ ଅସିନ ଏବଂ ସୂର୍ଯ୍ୟ ଶିବକୁମାରଙ୍କର ଅଭିନୀତ କଥାଚିତ୍ର ଗଜନୀ ଚଳଚ୍ଚିତ୍ର ପାଇଁ ଅସିନଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ଅଭିନିତ ପୁରସ୍କାର ମିଳିଥିଲା। ଏହାପରେ ଅସିନଙ୍କର ଅଭିନୀତ ତାମିଲ ଚଳଚ୍ଚିତ୍ର ବାରଲାରୁ ପୋକ୍କିରୀ ବେଲ ଦଶାବତାରମ ଆଦି ଅସିନଙ୍କୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲା। କଳା ଏବଂ ସାହିତ୍ୟ କ୍ଷେତ୍ରରେ ଅସିନଙ୍କର ପ୍ରଗାଢ଼ ଜ୍ଞାନ ପାଇଁ ତାମିଲନାଡ଼ୁ ସରକାର ତାଙ୍କୁ କାଳାଇମାମଣି ସମ୍ମାନରେ ସମ୍ମାନିତ କରିଥିଲେ। ଦୁଇ ହଜାର ତେରରେ ତାମିଲ ଚଳଚ୍ଚିତ୍ରରେ ବରେଣ୍ୟ ଅବଦାନ ପାଇଁ ଅସିନଙ୍କୁ ଦ୍ୱିତୀୟ ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଗର୍ବିତ ଚେହେରା ଭାବରେ ପୁରସ୍କୃତ କରାଯାଇଥିଲା। ଦୁଇ ହଜାର ପାଞ୍ଚରେ ସୂର୍ଯ୍ୟଙ୍କ ସହ ଅଭିନୀତ ତାମିଲ କଥାଚିତ୍ର ଗଜନୀକୁ ଦୁଇ ହଜାର ଆଠରେ ହିନ୍ଦୀରେ ପୁନଃନିର୍ମାଣ କରାଯାଇଥିଲା। ଏହି ଚଳଚ୍ଚିତ୍ରରେ ପୁଣିଥରେ ଅସିନଙ୍କୁ ସେହି ଚରିତ୍ର ମିଳିଥିଲା ଅଭିନେତା ଆମିର ଖାନଙ୍କ ସହ। ଏହି ଚଳଚ୍ଚିତ୍ରଟି ଅସିନଙ୍କର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଥିଲା ଯାହାକି ଅନେକ ସଫଳ ବ୍ୟବସାୟ କରିଥିଲା। ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଅସିନଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା। ଏହାପରେ ଅସିନ ହିନ୍ଦୀ ଚଳଚ୍ଚିତ୍ର ରେଡ୍ଡି ହାଉସଫୁଲ ଦୁଇ ବୋଲ ବଚନ ଖିଲାଡ଼ି ସାତ ଶହ ଛୟାଶୀ ଅଲ ଇଜ ୱେଲ ଆଦିରେ ଅଭିନୟ କରିଥିଲେ। ଅସିନ ଛବିଶ ଅକ୍ଟୋବର ଉନ୍ନିଶ ଶହ ପଚାଶୀରେ କେରଳର କୋଚିଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଜୋସେଫ ଜଣେ ପ୍ରାକ୍ତନ ଅଧିକାରୀ ଥିଲେ ଏବଂ ପରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ତାଙ୍କର ମାଆ ସେଲିନ ଜଣେ ଶଲ୍ୟ ଚିକିତ୍ସକ। ଅସିନଙ୍କର ନାମ ପ୍ରଥମେ ମେରୀ ରଖିବାର ଥିଲା ମାତ୍ର ପରେ ତାଙ୍କର ଜେଜେମାଙ୍କ ଅନୁସାରେ ତାଙ୍କ ନାମ ଅସିନ ରଖାଯାଇଥିଲା। ଅସିନଙ୍କ ନାମର ଅର୍ଥ ହେଉଛି ଶୁଦ୍ଧ ଏବଂ ଦୋଷମୁକ୍ତ। ସେ ତାଙ୍କ ନାମର ଇଂରାଜୀ ଅକ୍ଷର ସଂସ୍କୃତରୁ ଉଦ୍ଧୃତ ହୋଇଛି ବୋଲି କହନ୍ତି ଯାହାର ଅର୍ଥ ବ୍ୟତୀତ ଏବଂ ଇଂରାଜୀରୁ ଯାହାର ଅର୍ଥ ପାପ। ପାପ ବ୍ୟତୀତ ଅର୍ଥାତ ଶୁଦ୍ଧ ଏବଂ ଦୋଷମୁକ୍ତି ମୁକ୍ତ। ଅସିନ ପ୍ରାରମ୍ଭରୁ ଦଶମ ଯାଏଁ ନେଭି ପବ୍ଲିକ ସ୍କୁଲରେ ପଢ଼ୁଥିଲେ। ଏହାପରେ ସେ ଯୁକ୍ତ ଦୁଇ ପାଇଁ କୋଚିର ସେଣ୍ଟ ଟେରେସା ସ୍କୁଲରେ ଯୋଗ ଦେଇଥିଲେ। ପରେ ସେ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ମହାବିଦ୍ୟାଳୟ ସେଣ୍ଟ ଟେରେସା କଲେଜରେ ଇଂରାଜୀରେ ସ୍ନାତକ ହାସଲ କରିଥିଲେ। ଦୁଇ ହଜାର ଏକରେ ଅସିନ ପନ୍ଦର ବର୍ଷ ବୟସରେ ମାଲାୟଲମ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ। ଏହାପରେ ସେ ଅଭିନେତା ରବି ତେଜାଙ୍କ ସହ ଦୁଇ ହଜାର ତିନିରେ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ। ଏହି